ତାଙ୍କର ମନେହେଲା ଜୀବନର ସମସ୍ତ ଧୈର୍ଯ୍ୟ ଯେପରି ଏହି ଅନିନ୍ଦ୍ୟ ରୂପସୀର ସାମାନ୍ୟ ଦର୍ଶନରେ ତୁଟି ଯାଇଛି। ତାଙ୍କ ଜୀବନର ସମସ୍ତ ସାଧନାର ଫଳ ସ୍ୱରୂପ ଯଦି ଏହି ରୂପସୀର ପ୍ରେମ ଟିକିଏ ମିଳିପାରନ୍ତା ତେବେ ତାଙ୍କର ଜୀବନ ଧନ୍ୟ ହୁଅନ୍ତା। କିନ୍ତୁ ତାହା କଣ ସମ୍ଭବ? ତରୁଣୀମାନଙ୍କ ଆଡ଼କୁ ଅନାଇ ଯୁବକ ଟିକିଏ ହସିଲେ। ତାଙ୍କ ହସ ଦେଖି ତରୁଣୀମାନେ ଆହୁରି ହସି ଉଠିଲେ। ସେ ହସର ମାଦକତାରେ ଯୁବକ ବିଭୋର ହୋଇ ପଡ଼ିଲେ-। ସେ ହାତଠାରି ଡାକିଲେ ସେମାନଙ୍କୁ। ଯୁବକଙ୍କ ଇଙ୍ଗିତ ଦେଖି ଏକାବେଳକେ ସମସ୍ତଙ୍କ ହସ ବନ୍ଦ ହୋଇଗଲା। ଯୁବକ ମୁଖରେ ସ୍ମିତହାସ୍ୟ ଖେଳାଇ ତାଙ୍କ ନିକଟକୁ ଆସିବାକୁ ଆହ୍ୱାନ କରୁଥାନ୍ତି। ମାତ୍ର ଯାଉଛି କିଏ? ଜଣେ ଅନ୍ୟ ଜଣଙ୍କୁ ଲାଜ ଲାଜ ହୋଇ କହୁଛି, ତୁ ଯା। ସେ କହୁଛି ତୁ ଯା। ଏହି ଭଳି ଯୁବତୀମାନେ ପରସ୍ପର ପରସ୍ପରକୁ ଲଜ୍ଜାବନତ ମୁଖରେ ଯୁବକଙ୍କ ନିକଟକୁ ଯିବାପାଇଁ କହୁଥାନ୍ତି। ମାତ୍ର କେହି ହେଲେ ଜଣେ ଯାଉ ନ ଥାଏ। ଏତେ କ୍ଷଣପରେ ସମସ୍ତଙ୍କ ଉପରେ ଗୋଟାଏ ବିରାଟ ଲଜ୍ଜାର ପାହାଡ଼ ଯେପରି ଭାଙ୍ଗି ପଡ଼ିଛି। ସେହି ପାହାଡ଼ର ଗଛ ଚାପରେ ସେମାନଙ୍କର ଉନ୍ନତ ମସ୍ତକ ଯେପରି ଅବନତ ହୋଇ ଯାଇଛି। ଇଳା ତାଙ୍କର ଲଜ୍ଜାବନତ ମୁଖକୁ ଟିକିଏ ବଙ୍କେଇ ଯୁବକଙ୍କ ଆଡ଼କୁ ଅନାଇଲେ। ଆଃ–ସତେ ଯେପରି ତୀକ୍ଷ୍ଣ ତୀର ଭଳି ଯୁବକଙ୍କ ସର୍ବାଙ୍ଗରେ ଇଳାଙ୍କ ବକ୍ରଚାହାଣୀ ଖେଳିଗଲା। ଓଃ! କି ଅସହ୍ୟ ଯନ୍ତ୍ରଣା! ତାଙ୍କ ଭିତରେ ଗୋଟାଏ କମ୍ପନ ସେ ଅନୁଭବ କଲେ। ସତେ କିବା ସେ ସେହି କମ୍ପନରେ କମ୍ପି କମ୍ପି ଟଳିପଡ଼ିବେ। ସହଚରୀମାନେ ଜଣେ ଅନ୍ୟକୁ ଯୁବକଙ୍କ ନିକଟକୁ ଯିବାକୁ କହୁଥିବାର ଦେଖି ଇଳା ଟିକିଏ ହସି ଜଣକୁ ନିର୍ଦ୍ଦେଶ ଦେଲେ ଯୁବକଙ୍କ ନିକଟକୁ ଯିବାପାଇଁ। ସେ ହସି ହସି ଆଗେଇଗଲେ ଆଗକୁ। ଗଲାବେଳେ ତାଙ୍କ ମଧ୍ୟରେ ଅସମ୍ଭବ ଲଜ୍ୟା ଲହଡ଼ି ଭାଙ୍ଗୁଥାଏ। କେବଳ ପାଦ ଦୁଇଟି ଓ ମୁହଁଟି ଛଡ଼ା ଅବଶିଷ୍ଟ ସମସ୍ତ ଅବୟବ ମହାର୍ଘ ବସନରେ ଢାଙ୍କି ସହଚରୀ ଯୁବକଙ୍କ ପାଖକୁ ଚାଲିଥାନ୍ତି ମରାଳ ଭଳି ଧୀର ପଦକ୍ଷେପରେ। ସତେ ଯେପରି ସେ ଗୋଟିଏ ଲବଣୀ ପିତୁଳା। ଟିକିଏ ଦୃଢ଼ ଗତିରେ ଚାଲିଲେ ବିରୂପ ହୋଇଯିବ। ସହଚରୀଟିର ରୂପାଲୋକରେ ଯୁବକ ମଧ୍ୟ ଚମତ୍କୃତ ହେଲେ। ସମସ୍ତ ସହଚରୀ ଅତ୍ୟନ୍ତ ସୁନ୍ଦରୀ। ହେଲେ ସମସ୍ତଙ୍କ ସୌନ୍ଦର୍ଯ୍ୟ ଏକତ୍ରିତ କଲେ ମଧ୍ୟ ସମାନ ହେବନାହିଁ ସେହି ଜଣକ ସହିତ। ତା ସୌନ୍ଦର୍ଯ୍ୟର ତୁଳନା ନାହିଁ। ଖୁବ୍ ସମ୍ଭବ ସମସ୍ତ ସୌନ୍ଦର୍ଯ୍ୟକୁ ଏକତ୍ରିତ କରି ବିଧାତା ତାକୁ ଗଢ଼ିଛି। ଚନ୍ଦ୍ରଙ୍କଠାରୁ ଆହୁରି ସୁନ୍ଦର ତାର ବଦନମଣ୍ଡଳ। ଶୁକପକ୍ଷୀ ଥଣ୍ଟ ଭଳି ତା ନାସିକାଟି। ଚକ୍ଷୁ ଦୁଇଟି ମୃଗ ଚକ୍ଷୁଠାରୁ ଅଧିକ ସୁନ୍ଦର। ଡାଳିମ୍ୱ ଦାନାଭଳି ଦନ୍ତପନ୍ତି। ଅଧରୋଷ୍ଠ ପକ୍ୱ ବିମ୍ୱଫଳ ସଦୃଶ୍ୟ। ଦୁଗ୍ଧ ଆରକ୍ତକ ମିଶ୍ରିତ ଅଙ୍ଗକାନ୍ତି ତାର। ବକ୍ଷ ସୁରୁଢ଼ ବସନରେ ଢଙ୍କାଥିଲେ ମଧ୍ୟ ବକ୍ଷୋଜର ପୃଥୁଳତା ସହଜରେ ବାରିହୁଏ। ସିଂହ ଭଳି କଟି। କଦଳୀ ବୃକ୍ଷ ଭଳି ଗୋଡ଼ଦୁଇଟି ଉପରୁ ପାଦଆଡ଼କୁ ଧୀରେ ସବୁ ହୋଇଆସିଛି। ସହଚରୀଟି ଯୁବକଙ୍କ ନିକଟରେ ଅତି ଭଦ୍ରତାର ସହିତ ଆସି ଛିଡ଼ା ହେଲେ। ଯୁବକ ପଚାରିଲେ, ତୁମ୍ଭେମାନେ କିଏ ଓ କେଉଁଠାରୁ ଏଠାକୁ ଆସିଛ। ତୁମ୍ଭେମାନେ ଯେଉଁ ପରମାସୁନ୍ଦରୀଙ୍କୁ ଘେରି ରହିଛ ସେ କାହାର ସ୍ତ୍ରୀ। ସେ ମଧ୍ୟ କାହିଁକି ଏଠାକୁ ଆସିଛନ୍ତି? ବାମଗୋଡ଼ର ବୁଢ଼ା ଅଙ୍ଗୁଳିରେ ତଳେ ଗାର କାଟୁ କାଟୁ ସହଚରୀ ଜଣକ କହିଲେ, ଆମେ ଜାଣିନୁ ଆମେ କେଉଁଠାରୁ ଆସିଛୁ। ମାତ୍ର ଆମେ ସମସ୍ତେ ଆମର ପ୍ରଭୁ ସେହି ଇଳାଦେବୀଙ୍କ ସେବା କରିଥାଉ। ତାଙ୍କର ସ୍ୱାମୀ କେହିନାହାନ୍ତି କିମ୍ୱା ସେ କିଏ ତାଙ୍କ ସମ୍ୱନ୍ଧରେ ଅଧିକ କିଛି ଆମେ।